ଅର୍ଜ୍ଜୁନବାବୁଙ୍କ ଘରକୁ ଯାଇପାରିଲା ନାହିଁ। ସେ ବିଚରା ଅପେକ୍ଷା କରି ରହିଥିବେ। ତାଙ୍କୁ ସେ କହିଥିଲା ଯିବାପାଇଁ, କ'ଣ କରିବ ମହାପାତ୍ର ସାହେବ ତା'କୁ କାଲି ଅଟକାଇ ଦେଲେ। ଘରେ ପହଞ୍ଚୁ ପହଞ୍ଚୁ ଡେରି ହୋଇଗଲା। ତା' ପରେ ବି ମହାପାତ୍ର ସାହାବ ଯୋଉଁ ପ୍ରସ୍ତାବ ତା' ପାଖରେ ଉପସ୍ଥାପନ କଲେଣି ତା'କୁ କାହିଁକି ଟିକେ ଅଡ଼ୁଆ ଅଡ଼ୁଆ ଲାଗିଲା। ବଡ଼ ବିବ୍ରତ ଓ ଅସ୍ଥିର ମନରେ ରୋଷଇ କରି ଖାଇପିଇ ଶୋଇବା ବ୍ୟତୀତ ତା' ପାଖରେ ଆଉ ଯେପରି କିଛି ଉପାୟ ନ ଥିଲା। ମହାପାତ୍ର ସାହାବଙ୍କ ପ୍ରସ୍ତାବରୁ ସେ ଜାଣିସାରିଲାଣି ଯେ, ଏ ଗାଁରୁ ସୂର୍ଯ୍ୟ ଆସ୍ତେ ଆସ୍ତେ ଅସ୍ତ ହେଲା ଭଳି ସେ ଅସ୍ତ ହୋଇଯାଉଛି। ଆସନ୍ତା ମାସରେ ମହାପାତ୍ର ସାହାବ ନିଶ୍ଚୟ କଟକ ସରକାରୀ ବାସଭବନକୁ ଆସିବେ ଏବଂ ତା'କୁ ତାଙ୍କ ବସାରେ ନିଶ୍ଚୟ ରହିବାକୁ କହିବେ। ଏଇଟା ଧ୍ରୁବ ସତ୍ୟ ଭଳି ସତ୍ୟ। ଫୁଲଅପା ଯଦି ଏକଥା ଶୁଣିବ ମୁହଁ ନିଶ୍ଚୟ ଫୁଲାଇବ। ଯିବାକୁ ମନା କରିବ। ଗାଁରୁ ମୋଟେ ଛାଡ଼ିବ ନାହିଁ। ଅଭିମାନ କରିବ। ତା'କୁ ସେ କ'ଣ ବୁଝାଇବ? ଗାଁର ଯେଉଁ ପାଞ୍ଚ ସାତ ଜଣ ଯୁବକଙ୍କ ସହିତ ଘନିଷ୍ଠତା ଗଢ଼ି ଉଠୁଛି, ସେମାନେ ମଧ୍ୟ ମନା କରିବେ। ଏଇ ଗାଁ; ଏଇ ମାଟି, ଏଇ ପାଣି ପବନ ତା'କୁ ଯେ ଏତେ ଶୀଘ୍ର ନିଜର କରିଦେବ; ଏକଥା ସେ କେବେ ବିଶ୍ୱାସ କରି ନ ଥିଲା। ସାହାବଙ୍କ ଘରେ ରହିବା ନ ରହିବା ଉପରେ ବହୁ ସମୟ ଚିନ୍ତା କରି କୌଣସି ସିଦ୍ଧାନ୍ତରେ ଉପନୀତ ନ ହୋଇ ଅର୍ଜ୍ଜୁନବାବୁଙ୍କ ଘରକୁ ବାହାରି ପଡ଼ିଲା ଗୁରୁପଦ। ଗାଁ ଭିତରେ ଅର୍ଜ୍ଜୁନବାବୁଙ୍କ ଘର। ହାତ ଘଡ଼ିକୁ ଦେଖିଲା, ସମୟ ସାଢ଼େ ନଅ। ଆଜି ରବିବାର, ଅର୍ଜ୍ଜୁନବାବୁ ଘରେ ଥିବେ। ସ୍କୁଲ ଛୁଟି। ଗାଁ ଭିତରଦେଇ ଗଲାବେଳେ ବାଟରେ ଦେଖାହେଲେ ସେହି ଗାଁର ନିଶାକରବାବୁ। ଗାଁ ପୋଷ୍ଟମାଷ୍ଟର। ହାତଯୋଡ଼ି ନମସ୍କାର କଲା ଗୁରୁପଦ। ଆଜ୍ଞା ନମସ୍କାର! ଆରେ ଗୁରୁପଦ ବାବୁ ଯେ! ସକାଳୁ ସକାଳୁ କୁଆଡ଼େ? ନିଶାକରବାବୁ ପଚାରିଲେ! ଆଜି ରବିବାର କାମ କିଛି ନାହିଁ। ଅର୍ଜ୍ଜୁନବାବୁ ବସାକୁ ଡାକିବାକୁ ଯାଇଥିଲେ, ଯାଉଛି ଦେଖା କରିବାକୁ। ଆଚ୍ଛା ଆଚ୍ଛା। ମୁଁ ଯାଉଛି ଟିକେ କଟକ, ଚୌଧୁରୀ ବଜାର ଯିବି। ଲୁଗା କେଇଖଣ୍ଡ କିଣି ଆଣିବି, ନିଶାକରବାବୁ ହସି ହସି କହି ଚାଲିଗଲେ। ଗୁରୁପାଦ ଆଗକୁ ପାଦ ବଢ଼ାଇଲା। ବାଟରେ ଗଲାବେଳେ କେତୋଟି ଝିଅ ବେଣୀ ଫିଟାଇ ବସିଥିଲେ। ତା'କୁ ଦେଖି ଲାଜରେ ଘର ଭିତରକୁ ଚାଲିଗଲେ। ଫୁସ୍ଫାସ୍ ହେଲେ; ବୋଧେ କହୁଥିଲେ ଏ ଟୋକାଟା କିଏ? ଦିବାକର ମହାନ୍ତି ପିଣ୍ଡାରେ ଆରାମ୍ ଚେୟାର ଉପରେ ବସିଥିଲେ। ସେ ପାଖକୁ ଡାକିଲେ ଏବଂ ବସିବା ପାଇଁ ଚେୟାର୍ ଦେଖାଇଲେ। ଦିବାକର ମହାନ୍ତି ଜଣେ ଅବସରପ୍ରାପ୍ତ ସରକାରୀ ବିଡ଼ିଓ। ବସିବାକ୍ଷଣି ତାଙ୍କ ଚାକିରି ସମୟରେ କିପରି ସଚୋଟ ଅଫିସର ଥିଲେ କହିବାକୁ ଆରମ୍ଭ କଲେ ଏବଂ ସରକାରୀ କର୍ମଚାରୀ କିପରି ଦୁର୍ନୀତିଗ୍ରସ୍ତ ହେଲେଣି ତା'ର ଉଦାହରଣ ଦେଲେ। ପାଠ ପଢ଼ି ପିଲାମାନେ କିପରିୁ ମୁରବୀମାନଙ୍କୁ ବେଖାତିର କରୁଛନ୍ତି ତା'ର ମଧ୍ୟ ନମୁନା ଆଣି ଥୋଇଲେ। ନିଜର ଥୋଡ଼ାଏ ବାହାଦୂରୀ ଗପିଲେ। ଗୁରୁପଦ କେବଳ ପଥକ୍ଳାନ୍ତ ବାଟୋଇ ଭଳି ସବୁ ଶୁଣି ମୁରୁକି ହସା ହସୁଥାଏ। ମନେ ମନେ କହୁଥାଏ, ସେ ଯୁଗର ଲୋକ ଏ ଯୁଗରେ କି ହୀନସ୍ତା ଭୋଗୁଛନ୍ତି ସତେ? ସେ ଯୁଗର ଅଫିସର ଏ ଯୁଗର ଅଫିସର ଭିତରେ ଆକାଶ ପାତାଳ ପ୍ରଭେଦ। ସେ ଯୁଗର ଅଫିସରମାନେ ଲୋକମାନଙ୍କ ସେବାରେ ଥିଲାବେଳେ, ଏ ଯୁଗର ଅଫିସରମାନେ ନିଜ ସେବାରେ ଅଛନ୍ତି। ମିଛକୁ ଜାଣି ଶୁଣି ଗିଳି ପକାଉଛନ୍ତି। ସେ ଯୁଗରେ ମହାନ୍ତିବାବୁ ଟଙ୍କାରେ ଦି'ସେରେ ଗୁଆଘିଅ ଖାଉଥିଲେ। ଏ କାଳରେ ମହାନ୍ତିବାବୁ ଗୁଆଘିଅ କିଲୋ ଚାଳିଶି ଟଙ୍କା ଦେଲେ ପାଉନାହାନ୍ତି। ଗାଈ କ୍ଷୀର ସ୍ୱପ୍ନ। ଯାହା ବି ମିଳୁଛି ପାଣି ଯେତିକି କ୍ଷୀର ସେତିକି। ଦିବାକରବାବୁଙ୍କ ସହିତ ଆଲୋଚନା ସାରି ଗୁରୁପଦ ଅର୍ଜ୍ଜୁନବାବୁଙ୍କ ଘରେ ପହଞ୍ଚିଲାବେଳକୁ ସାଢ଼େ ଆଠଟା ବାଜିଯାଇଥିଲା। ଅର୍ଜ୍ଜୁନବାବୁ ଜଳଖିଆ ଖାଇ ବସିଥିଲେ। ଛୁଟିଦିନ ସ୍କୁଲଯିବାରେ ନ ଥାଏ। ଏଇ ରବିବାର ଦିନ ନିଜର ବିଲ ବାଡ଼ିରେ ଟିକେ କାମ ଦେଖିବାକୁ ସୁବିଧା ମିଳେ। ସେଦିନ ସେ ନିଜ ବାଡ଼ିରେ କେତେଟା ନୂଆ କଦଳୀ ଗଛ ଲଗାଇ ଥିଲେ। ଶାଗ ପୁଳାଏ ବୁଣିଥିଲେ।